ନୀହାରର ମୁହଁ ଶୁଖିଲା, ଆଖି ନାଲ୍ ଦିଶୁଛି। ପଚାରିଲା–''କ'ଣ ତୁମର ହୋଇଛି? କାଲି ରାତି କ'ଣ ଶୋଇନ କି? '' ନୀହାର ହସିଲା। ସାଗରର ଫୁଲିଲା ଆଖିପତା ଓ କ୍ଳାନ୍ତ ବିଷର୍ଣ୍ଣ ମୁହଁକୁ ଚାହିଁ ପଚାରିଲା–''ତୁମେ ନିଜେ ଶୋଇପାରିଛ ତ? ନା କାନ୍ଦୁଥିଲ। '' ଦୁହେଁ। ଦୁହିଁଙ୍କ ମୁହଁକୁ ଚାହିଁଲେ। ତା' ଭିତରେ ପରସ୍ପରକୁ ବୁଝିଲେ। ନୀହାର ଜାଣିଲା କାଲି ରାତିସାରା ସାଗର କାନ୍ଦୁଥିଲା ଆଉ ସାଗର ବୁଝିଲା ଗତ ରାତିଟି ନୀହାରର ନାନା ଚିନ୍ତା ଓ ଅଶାନ୍ତିରେ କଟିଛି-। ସେ କିଛି ଭାବିପାରିଲାନି। ତାରି ସାମନ୍ୟ ଭୁଲ୍ ଲାଗି ଦୁହେଁ କେତେ ଦୁଃଖ ନ ଭୋଗିଲେ ସତେ-? ଆଜିକାଲି ସେ ଏତେ ଅଭିମାନ କରୁଛି କାହିଁକି କେଜାଣି? ଦିନେ ତ ସେ ନିଜେ ନୀହାରକୁ ଚିଠିରେ ଲେଖିଥିଲା–''ତୁମେ ଯାହା ଆଦେଶ କରିବ; ଯେତେ କଷ୍ଟ ପଡ଼ୁ ପଛକେ ମୁଁ ତାହା ପାଳନ କରିବି। '' ଅଥଚ ସେ ଆଜିକାଲି ଏତେ ଅଧିକାର ପାଇଲା କେଉଁଠୁ? ଯେଉଁ ନୀହାରକୁ ସେ ଏତେ ସମ୍ମାନ କରୁଥିଲା, ଏତେ ଭକ୍ତି କରୁଥିଲା ଓ ଏତେ ଭଲପାଏ; ତା' ଉପରେ ସେ ବେଳେ ବେଳେ ଏମିତି ନିଷ୍ଠୁର ପୁଣି ହୋଇପାରେ କିପରି? ତା'ର ମନେପଡ଼ିଲା ତାକୁ କେତେ ଭଲପାଏ ନୀହାର। ଥରେ ତା'ର କୌଣସି ଆତ୍ମୀୟଙ୍କର ଦେହାନ୍ତ ହୋଇଗଲା। ପ୍ରାୟ ଦିନ ତିନିଟା ବେଳକୁ ସାଗରୀକା ତା' ବୋଉଙ୍କ ସହିତ ନରେନ୍ଦ୍ରରୁ ଗାଧୋଇ ଫେରୁଥାଏ ସେଦିନ। ହଠାତ୍ ବସ୍ଷ୍ଟାଣ୍ତ ପାଖରେ ନୀହାର ଦେଖିଲା ସାଗରୀକାକୁ। ସେ କଟକ ଯିବାକୁ ଷ୍ଟାଣ୍ତରେ ଅପେକ୍ଷା କରିଥାଏ। ସେଇ ରାଜପଥର ଅଜସ୍ର ଜନଗହଳିରେ ବି ସେ ଟିକିଏ ସଙ୍କୋଚ ବା ସମ୍ମାନହାନିର ଆଶଙ୍କା ନ କରି ତା' ପାଖକୁ ଆସିଲା। ତା' ସହିତ ଆସ୍ତେ ଆସ୍ତେ ସେଇ ପ୍ରଶସ୍ତ ରାଜପଥରେ ଆଗକୁ ଚାଲିବାକୁ ଆରମ୍ଭ କଲା। ସାଗରୀକାର ସେଇ ଦୁଃଖଦ ମୁହୂର୍ତ୍ତରେ ନିଜର ସବୁ କିଛି ଭୁଲିଯାଇ ତାକୁ କେତେ ସାନ୍ତ୍ୱନା ନ ଦେଇଛି ନୀହାର। ସବୁ ଲୋକଙ୍କର ନାନା ଅର୍ଥପୂର୍ଣ୍ଣ ସନ୍ଦେହଭରା ଚାହାଣିକୁ ଖାତିର୍ ନ କରି ନୀହାର ସାଗରୀକାକୁ ବଳେଇ ଦେବାକୁ ଅନେକ ବାଟ ଆସିଲା। ତାକୁ ବାରମ୍ବାର କହିଗଲା–''ମୁଁ ଆଜି ଚାଲିଯାଉଛି–କିଛି ଦିନ ପରେ ଫେରି ଆସିବି। କିନ୍ତୁ ତୁମେ ଚିଠି ଦେବ ନିଶ୍ଚୟ। '' ନୀହାର ଲକ୍ଷ୍ୟ କଲା; ଓଦା ଲୁଗା ଭିତରୁ ସାଗରୀକା ଆହୁରି ସୁନ୍ଦର ଦିଶୁଛି। ସାଗରୀକା ତା'ର ଦୃଷ୍ଟିର ଅର୍ଥ ବୁଝିଲା। ତାକୁ ଲାଜ ଲାଗିଲା ଖୁବ୍। ନୀହାର ତା'ର ଏହି ସଙ୍କୋଚ ଜାଣିପାରି କହିଲା ''ମୁଁ ତା'ହେଲେ ଯାଉଛି ସାଗର–ବସ୍ ବେଳ ହୋଇଗଳାଣି। '' ସାଗର ତା' ମୁହଁକୁ ଚାହିଁ କହିଲା–''ଆଉ ଟିକିଏ ମୋ ସାଙ୍ଗରେ ଆସ–ହେଇ; ଆମଘର ମୁଣ୍ତ ଗଳି ପର୍ଯ୍ୟନ୍ତ। '' ନୀହାର ଆପତ୍ତି କଲାନାହିଁ। ସେଇ ଦିନଠାରୁ ସାଗରୀକା ହୃଦୟଙ୍ଗମ କରିଛି; ନୀହାର ତାକୁ କେତେ ଭଲପାଏ। ତାରି ଲାଗି ସମାଜର କୌଣସି ନିନ୍ଦା, ସମାଲୋଚନା, କୁଟିଳ-ଚାହାଣିକୁ ସେ ଭ୍ରୂକ୍ଷେପ କରେନାହିଁ। ତା' ଲାଗି ସେ ସବୁ କିଛି ହସି ହସି ସହିନେଇପାରେ। ନ ହେଲେ ଯେଉଁଠି ତିଳକୁ ତାଳ ପାଲଟିବାକୁ ମୁହୂର୍ତ୍ତେ ଡେରି ହୁଏନାଇଁ ସେଠି ତା' ସହିତ ଦିନ ଦ୍ୱିପହରେ ଏତେ ଲୋକଙ୍କ ଆଗରେ, ପ୍ରଶସ୍ତ ରାଜପଥରେ ବୁଲିବାକୁ ନୀହାର ସମ୍ମତ ହୋଇନଥାନ୍ତା ନିଶ୍ଚୟ। ସେ ଆନନ୍ଦରେ ଅନ୍ଧ ହୋଇ ଉଠିଲା। ଖାଲି ଭାବିଲା–''ନୀହାର କାହିଁକି ତାକୁ ଏତେ ଭଲପାଏ। '' ପରେ ଯେତେବେଳେ ତା'ର ନୀହାର ସହିତ